ସେ ନୀରିହ ବୋଲି, ସରଳ ବୋଲି ନା ବୋକି ବୋଲି? ନା' ବିଲକୁଲ ନୁହେଁ, ନିଶ୍ଚିତ ଝଡ଼ର ସାମ୍ନା କରିପାରିବନି ବୋଲି ଚୁପ୍ ରହେ। ପ୍ରିୟ ମଣିଷଟି ଯେତେବେଳେ ନିଜକୁ ବୁଝିପାରେନି ବା ସେ ନିଜକୁ ବୁଝାଇବାକୁ ଶବ୍ଦ ବା ସୁଯୋଗ ପାଏନି। ସେତେବେଳେ ସେ କାନ୍ଦେ। ତାକୁ ଲାଗେ ସେ ଡଷ୍ଟ୍ବିନ ଭିତରେ ମୋଡିମାଡି ହୋଇ ପଡ଼ିଥିବା ଫର୍ଦ୍ଦେ କାଗଜ। ବୁଝାଇ ପାରେନି ଡଷ୍ଟବିନ ଭିତରୁ ବାହାର କଲେ ସେ ବହୁତ କାମରେ ଆସିବ। ସେ ଅସ୍ପୃଶ୍ୟ ନୁହେଁ। ଅବ୍ୟବହୃତ ଫର୍ଣ୍ଣିଚର ପରି ବଂଚିବାକୁ ତାକୁ ଭାରି କଷ୍ଟ। ତା'ର ଇଚ୍ଛା ସେ ଏମିତି ଚେୟାରଟେ ହେବ। ତା' ଉପରେ ତା'ର ପ୍ରିୟ ମଣିଷଟି ବସୁଥିବ, ତାକୁ କଚାଡ଼ୁଥିବ, ଭାଙ୍ଗୁଥିବ, ପୁଣି କଣ୍ଟା ବାଡ଼ଉଥିବ। ଧନର ଅଭାବ ସହିପାରେ। ମନର ଅଭାବ ବିଲକୁଲ ସହିପାରେନି। ସହିପାରେନି ବୋଲି ସେ କାନ୍ଦେ। ସେ କାନ୍ଦେ କାରଣ- ଘର ବାହାରକୁ ଯାଇ ରାତି ଅଧରେ କଲ୍ଭର୍ଟ୍ ଉପରେ ବସି ଆକାଶକୁ ଅନାଇ ତାରା ଦେଖିପାରିବନି। ନିଜ ହତାଶାକୁ ବାଣ୍ଟି ପାରିବନି ଜହ୍ନ ସହ, ତାରା ସହ, ଗଛ ସହ, ଫୁଲ ସହ କେଉଁ ଏକ ଜଣା ବା ଅଜଣା ମଣିଷ ସହ ନିଜେ ବିବସ୍ତ୍ର ହେବା ଭୟରେ। ପ୍ରିୟ ମଣିଷଟି ସେମିତି ମହାନ୍, ଉଦାର ହୋଇ ଥାଉ ସମସ୍ତଙ୍କ ସାମ୍ନାରେ। ମିଛ ବାହାନାରେ ସିଗାରେଟ୍ ଖାଇ ଧୂଆଁ ଛାଡ଼ିପାରିବନି ଉପରକୁ ଉପରକୁ, ବାରରେ ବସି ବିୟର ପିଇ ପାରିବନି...। କାହାକୁ ଚାପୁଡ଼ା ଦି'ଚାପୁଡ଼ା ପକାଇ ପାରିବନି, ଭାଙ୍ଗିପାରିବନି ଛୋଟି ଦର୍ପଣଟେବି। ସେଥିପାଇଁ ସେ କାନ୍ଦେ। ଓ କାନ୍ଦେ। ସେ ଜାଣିଛି ଆତ୍ମହତ୍ୟା କରିବାପାଇଁ ସେତିକି ସାହସ ଦରକାର ତା'ର ନାହିଁ ବା ଆଜି ଯାଏ ଆସି ନାହିଁ। ସେଥିପାଇଁ ସେ ଅବିରତ କାନ୍ଦେ ନିଜ ଭିତରର ଝଡ଼ ଆପେ ନ ଥମିବାଯାଏ। କାନ୍ଦିଲାବେଳେ ତା'ର ଇଚ୍ଛା ହୁଏ... ପ୍ରିୟ ମଣିଷଟି ତାକୁ ଆଉଜେଇ ନିଅନ୍ତା ତା' ହାତରେ। ଆଉ ସେ ତା' ଛାତିରେ ମୁହଁ ଜାକି କାନ୍ଦନ୍ତା ମନବୋଧ କରି। ନିଜକୁ ହାଲ୍କା କରି ଦିଅନ୍ତା। ସହଜ କରି ଦିଅନ୍ତା। ନା। ସେମିତି କେବେ ବି ହୁଏନା। ଥରଟେ ବି ନୁହେଁ। ସେ କାନ୍ଦି ଚାଲିଥିଲା କାମିନୀ ପତ୍ରରେ ବର୍ଷା ପାଣି ପଡ଼ି ତଳକୁ ବୁନ୍ଦା ବୁନ୍ଦା ହୋଇ ଖସିଲା ପରି ଲୁହ ସବୁ ଝରି ଚାଲିଥିଲା ଆଖିରୁ। ଜୋରରେ ବର୍ଷା ହେଲେ ତାଙ୍କ ପାହଚ ଟପି ଘରର ଚଟାଣ ଓଦା ହେଲା ପରି ସେ ଓଦା ହୋଇଯାଉଥିଲା ଲୁହରେ। କେତେବେଳୁ ତା'ର କୁନି ଝିଅ ନିଦରୁ ଉଠି ତା'ର କାନ୍ଦ ଦେଖୁଥିଲା ତା'ର ନଜର ନାହିଁ-। କୁନି ଝିଅ ତା' ପାଖକୁ ଆସିଲା,''ମାମା, କାହିଁକି କାନ୍ଦୁଛ? '' ବୋଲି ପଚାରିଲାନି, ''ମାମା ପ୍ଲିଜ୍ କାନ୍ଦନି'' ବୋଲି କହିଲାନି, କହିଲାନି, ''ମାମା, କାନ୍ଦନି ବଡ଼ ହେଲେ ତମକୁ ଉଡ଼ାଜାହାଜରେ ବସେଇ ବୁଲାଇ ନେବି। କିଣି ଦେବି ପଶାପାଲି ଶାଢ଼ୀ। '' ପୋଛି ଦେଲାନି ଆଖିର ଲୁହ ତା' ଫ୍ରକ୍ରେ। ଦେଢ଼ବର୍ଷ ହୋଇଥିଲାବେଳେ ଏହି ଝିଅ ଯାଇଥିଲା ପାଖ ଘରକୁ ଖୁଦୁରୁକୁଣି ଓଷା ଦେଖିବାକୁ। ଘରେ ପାଖ ଘରଝିଅ ଛାଡ଼ି ଦେଇଗଲା ପରେ ସେ ଦେଖିଲା ତା' ମାମା କାନ୍ଦୁଛନ୍ତି। ଘରେ କେହି ନାହାନ୍ତି। ସେ କୁନି କୁନି ହାତରେ ଧରିଥିବା କୁନି ରାଶି ଲଡ଼ୁଟିକୁ ତା' ପାଟିରେ ପୁରାଇ ଦେଇ କହିଥିଲା, ''ମାମା, କାନ୍ଦନି, ଲଡ଼ୁ ଖାଅ। '' ଭାବୁଥିଲା କି ସେ ତା' ମାମା ଲଡ଼ୁ ଖାଇବା ପାଇଁ କାନ୍ଦୁଛନ୍ତି ଓ ସେଥିପାଇଁ ସେ ତା'ର ପ୍ରିୟ ଲଡ଼ୁକୁ ତା' ପାଟିରେ ଖୁଆଇ ଦେଇଥିଲା। କୁନି କୁନି ହାତ ପାପୁଲିରେ ପୋଛି ଦେଇଥିଲା ତା' ଆଖିର ଲୁହ। ସେହି ଦେଢ଼ ବର୍ଷର ଝିଅକୁ ଆଜି ସାଢ଼େ ଚାରି ବର୍ଷ। ପାଖକୁ ଆସି କୁନି ଝିଅ ତା' ହାତକୁ ଟାଣିଲା। କହିଲା,''ମାମା, ଆସ ମୁଁ କଲର ଦେଇପାରୁନି। '' ସେ। ତେଣୁ ଦ୍ୱିତୀୟ ଖଣ୍ଡି ଆଗ ଅନୁବାଦ କରି ଓଡ଼ିଆ ପାଠକମାନଙ୍କ ହାତରେ ଦେଲି। ଏହା ମୂଳ ଲେଖାର ଆକ୍ଷରିକ ଅନୁବାଦ ନୁହେ। ବର୍ଣ୍ଣନାଗୁଡ଼ିକ ସ୍ଥାନେସ୍ଥାନେ ଯଥାସମ୍ଭବ କମାଇ ଦିଆଯାଇଛି; ମାତ୍ର ଘଟଣାବଳୀର ସାବଲୀଳତା ଭାଙ୍ଗି ନାହିଁ। ଆଉ ଗୋଟିଏ କଥା। ଏହି ଉପନ୍ୟାସରେ ବର୍ଣ୍ଣିତ ଘଟଣା ସ୍ଥଳ ଭର୍ମିସା ଉପତ୍ୟକା ଠିକ୍ ଆମର ନିକଟରେ ଗଢ଼ି ଉଠିଥିବା ରାଉରକେଲା କାରଖାନା ଓ ସହର ସହିତ ଖାପ୍ ଖାଇଯାଉଅଛି।